ଲେଖାଥିଲା- ''ଭଲପାଇବା ମଝିରେ ଯଦି ଦାମ୍ପତ୍ୟ-ଜୀବନରେ ବ୍ୟବସ୍ଥା ନ ରହେ, ତାହାହେଲେ ସବୁ ଅବ୍ୟବସ୍ଥା। ସ୍ନେହ ବା ପ୍ରେମକୁ କେବଳ ପବନରେ ଭସେଇଦେଲେ କେବେ ରକ୍ତ ମାଂସର ଦାନା ବାନ୍ଧେନା। ଭଲ ପାଇବା ବେଲୁନ୍ ନୁହେଁ, ଏହାର ଅସ୍ତିତ୍ୱ ଅଲଗା। ଫାଙ୍କା ପୃଥିବୀର ଛାତି ଉପର ଦେଇ ସମୟରେ ସ୍ରୋତ ବହିଚାଲେ, କ୍ଷୟର ପରିଣାମ ଗଛଲତା ପରି ଭାଜିପଡ଼େ ଏହାର ଉପରେ। ମନର ସମସ୍ୟା ମେଣ୍ଟିଲା ନାହିଁ ବୋଲି ସମୟ କେବେ ଅପେକ୍ଷା କରି ରହେନା ସହାନୁଭୂତି ଜଣାଇବା ଲାଗି। ବୟସର କ୍ଷୟ ବନ୍ଦ କରିବା ଭଳି କୌଣସି ଅସ୍ତ୍ର ମଣିଷ ହାତରେ ନାହିଁ। ଯାହା ଯାଏ, ସେ ଆଉ ଫେରିଆସେନା। ସ୍ୱାଭାବିକ ଜୀବନ ଭିତରକୁ ଫେରିଆସିବା ପାଇଁ ବହୁଦିନ ଧରି ଚେଷ୍ଟା କରିଚି ଗୋରାଦା, ପାରିନି। ଏକ ଚଉତା ଶାଢ଼ି ପରି ସ୍ତର ପଡ଼ିରହିଚି ତାର ଅବଲୁଣ୍ଠିତ ମନରେ। କେତେବେଳେ କାତି ଛାଡ଼େ, ନୂତନ ହୁଏ। ଏହି ନୂତନତା ହୁଏତ ସାମୟିକ, କାୟିକ, ବାହ୍ୟିକ। ଦୁଇଟି ସିଟରେ ଦୁଇଜଣ। ଦୁହିଁଙ୍କ ଆଖିରେ ନିଦ ଆସେନା। ଦୁଇଟା ଲମ୍ବା ବେଣୀ ଆସି ଦେହରେ ବାଜେ। ଦୁଇଟା ଦେହରେ ଶୀତଳ କମ୍ପନ୍ ଲାଗେ। ଯୌବନ ଖୋଜେ ମୁହୂର୍ତ୍ତ, ଯେଉଁ ମୁହୂର୍ତ୍ତର ଇତିହାସ ଅତି ପ୍ରାଚୀନ, ଆଦିର ଆରମ୍ଭରୁ ଦୁହିଁଙ୍କ ପଥରେ ଗୋଟିଏ ବାଡ଼। ଭାଙ୍ଗିଦେବା ସହଜ। କିନ୍ତୁ ଏ ଭଗ୍ନାଂଶର କର୍ତ୍ତା ଭାବରେ ସାହସ କରି ଠିଆହେବା ଦୂରୁହ। ମଣିଷ ଭଲପାଏ ମଣିଷକୁ, ତାଠୁ ବଳି ତରୁଣ ଭଲ ପାଏ ତରୁଣୀକୁ। ଏ ଭଲପାଇବା ଅନ୍ତର୍ନିହତ, ବଡ଼ ଜମାଟବନ୍ଧା। ଉତ୍ତାପ ବୋଲି କେବଳ କ୍ଷଣିକ ପାଇଁ। ଖଣ୍ଡେ ଦିଆସିଲି କାଠି ମାରିଲେ ଏ ଜମାଟ ତରଳେ ନା। ଏହାକୁ ତରଳେଇବା ଲାଗି ପ୍ରେମର ଇନ୍ଧନ ଦରକାର ଗୋଛା ଗୋଛା। ହିଷ୍ଟ୍ରିୟା ରୋଗିଣୀ ପରି ସ୍ୱପ୍ନା କ'ଣ ଯେ ଲେଖିଯାଇଚି, ସେ ଯେ ମୋଠୁ କ'ଣ ଚାହେଁ ବୁଝିପାରିଲିନି। ତା ଆଖିକୁ ଦେଖେ, ଖାଲି ସଜଳତା। ଗାଡ଼ିଚାଲେ। ସ୍ୱପ୍ନାର ଆଖିରେ ନିଦ ଆସିଯାଏ। ସିଲିଗୁଡ଼ି ଜଙ୍କ୍ସନ। ଏଇଠୁ ଯିବାକୁ ହୁଏ ଦାର୍ଜିଲିଂ, କାଲିପଙ୍ଗ୍ ଓ ସିକିମ୍। ଅନ୍ୟ ଦିଗରେ ଆସାମ। ବିସ୍ତୃତ ଦିଗନ୍ତ। ହେମନ୍ତର ସ୍ନିଗ୍ଧ ହାଓ୍ୱାର ମୁଗ୍ଧ ସନ୍ତରଣ ଗିରିଦେଶରେ ଶିଖରେ ଶିଖରେ। ମନେପଡ଼େ କେତେ ଦିନ ତଳର କଥା। ମୁଣ୍ଡ ବାଡ଼େଇ ହୋଇଛି ତାଠୁ ବେଶୀ। ଦୁଇ ଆଖି ଦେଇ ଲୁହ ଝରିଚି, ରକ୍ତ ବି ଝରିଚି। ବୁକୁରେ ବେଦନା, ହଁ ବୟସରେ ଯୌବନ, କିନ୍ତୁ। ସିଲିଗୁଡ଼ି ପଚାରୁଚି। ମୁଁ ବି ଦିନେ ଏହି ପ୍ରଶ୍ନ ନିଜକୁ ନିଜେ ପଚାରିଥିଲି ସ୍ୱପ୍ନା? ଟ୍ରେନ ଛାଡ଼ିଦେଲା। କିଛି ଉତ୍ତର ଦେଇପାରିଲି ନାହିଁ ସିଲିଗୁଡ଼ିକୁ। ମନେ ମନେ କହିଲି, ଫେରିଲାବେଳେ ସବୁ କକଥା କହିବି। ଆସାମ ପଥେ। ପାର୍ବତ୍ୟମୟ ଆସାମ। ଆସାମର ରୋମାଞ୍ଚ କୌତୁକ ମୋ ମନରେ ରହି ଆସିଥିଲା ବହୁଦିନ ଧରି। ଶୁଣିଥିଲି, ଚିତ୍ରବାହନ ଆସାମ କଥା। ଏଠାରେ ଏକ ଦିଗରେ ଯେଭଳି ଅଛି ରହସ୍ୟାଲୋକର ମାୟାଜାଲ, ସେହିଭଳି ପଥେ ପଥେ ମୃତ୍ୟୁ। ଅରଣ୍ୟଜାତ ଦୁରାରୋଗ୍ୟ ବ୍ୟାଧି, ବିଷାକ୍ତ ଜଳ, କାଲିଜ୍ୱର, ନରଖାଦକ ବ୍ୟାଘ୍ର, ଉନ୍ମତ୍ତ ହସ୍ତୀ, ଅପରାଜେୟ ଗଣ୍ଡାର, ଅଜଗର ସାପ ଏବଂ ନରମୁଣ୍ଡଶିକାରୀ ପାର୍ବତ୍ୟ ଜାତି। ଏମାନେ ଚିରଦିନ ଆତଙ୍କର କ୍ଷେତ୍ର କରି ରଖିଛନ୍ତି ଆସାମକୁ।